ଆମେ କ'ଣ ପିଲାଙ୍କୁ ତାଗିଦ୍ କରି କହୁ ନାହିଁ-ପିଲାଏ, ଏତେ ହସ ନାହିଁ। ଏତେ ଖୁସି ହୁଅ ନାହିଁ। ତାହାହେଲେ ତମେ କାନ୍ଦିବ। ପିଲା ସେଥିରୁ ଶିଖିଯାଏ। ପାଠକମାନେ ଏଇଆ ଖୋଜିଲେ। କିନ୍ତୁ ଗୁରୁଜୀମାନେ କହିଲେ ସାହିତ୍ୟର ଅର୍ଥ ହସ ଆନନ୍ଦ ନୁହେଁ। ଏହା ଶିକ୍ଷାଦାନର ଗୋଟାଏ ପ୍ରକାରର ଅନୁଶୀଳନ। ଧର୍ମ ବି କହେ- ମାଗୁର ମାଛର ଝୋଳ ମୁହଁରେ ଠାକୁର ଠାକୁର ବୋଲ। ସାହିତ୍ୟ ନ କହିବ କାହିଁକି? ସେ କାହିଁକି ମୂଳରୁ ମେଜିକବାଲା ପରି ଗୋଟିଏ ଦୂର ଚଉକିରେ ବାଡ଼ି ଦି'ଖଣ୍ତ ଧରି ଆମକୁ ବକ୍ତୃତା ଦେଉନଥିବ ଓ ଆମର ବୁଦ୍ଧି କଷୁନଥିବ? ସେ ଆସୁ ଆମ ଭିତରକୁ। ଆମେ ସେମିତି ସାହିତ୍ୟିକକୁ ଡାକୁ-ଆସ ଆମ ଭିତରକୁ। ନାରୀ କଥା ଲେଖିବ-ଆସ ଯିବା। ପରିକ୍ରମା କରି। ଖର୍ଚ୍ଚକୁ ଡର ନାହିଁ। ବେମାରିକୁ ଡର ନାହିଁ। ଗୁଣ୍ତାଙ୍କୁ ଓ ପୁଲିସଙ୍କୁ ଡର ନାହିଁ। ନିଜର ଇଜ୍ଜତକୁ ଡର ନାହିଁ। ଚିହ୍ନା ପଡ଼ିଯିବ ବୋଲି ଡର ନାହିଁ। ସମସ୍ତେ ମିଶି ଏଠି ସେଠି ବୁଲି ଦେଖିବା। ଫେରି ତମେ ତମର ବଢ଼ିଆ ଭାଷାର ଛଟାରେ ଯାହା ଲେଖିବ ତାକୁ ଆମେ ପଢ଼ିବା। ଲେଖକ କହୁଛି-କ'ଣ ହେଲା? ନାରୀ ତ ପୁଳାଏ ମାଂସ। ମୁଁ ସଂସାରର ହରେକ ରକମର ନାରୀତତ୍ତ୍ୱ ମୋର ହୁଣ୍ତୀ ଘରଣୀଠାରୁ ବୁଝି ଆସିଛି। ବିଭାହେଲେ ନାରୀ ସର୍ବେଜ୍ଞ ପାଲଟିଯାଏ। ପାଞ୍ଚ ଦଶବର୍ଷ ଘର କରି ଦୁଇ ଚାରୋଟି ପିଲାର ମା ହେଇଗଲେ ତାକୁ ବଳେଇବ କିଏ? ସେହି ଏକ ହିଁ ନାରୀ ସବୁ ପ୍ରକାରର ଇଲମ ଦେଇ ଦେଉଛି। ଗଣେଶ ବୁଲି ଆସିଥିଲେ ମହାଦେବଙ୍କର ଚାରିପାଖେ ଆଉ କାର୍ତ୍ତିକ ଯାଇଥିଲେ ବ୍ରହ୍ମାଣ୍ତ ବୁଲିବାକୁ ତାଙ୍କର ମୟୁର ପିଠିରେ ବସି। ଗଣେଶ ବଛା ହେଇଗଲେ। ସେମିତି ସାହିତ୍ୟିକ ତାହାର ଭାର୍ଯ୍ୟା-ପରିକ୍ରମା କରି ଆସି କୁକୁଡ଼ା ଅଣ୍ତା ଦେଲା ପରି ପ୍ରତିଦିନ ସାହିତ୍ୟ ରସଭରା ବିଷୟ କାଢ଼ୁଛି। ଖରାପ ହେଲା କ'ଣ? ଖଣ୍ତେ ବହି ଲେଖିବାକୁ କ'ଣ ଦଶ ପନ୍ଦରବର୍ଷ ଖଟିବ ଆଉ ପଇସା ଉଡ଼ାଇବ? ଏହି ବହିରୁ ତମେ କ'ଣ ଏମିତି ପାଇବ ଯେ ହାତୀଟାଏ ପୋଷିଥିବ? ଅନେକ ଲେଖକ ମଧ୍ୟ ଏଥିରେ ଏକମତ। ସେମାନେ କହନ୍ତି ଯେ ସାହିତ୍ୟର ମୂହୁର୍ମୁହୁ ସୃଷ୍ଟି ରସର ଅପସୃଷ୍ଟି କରୁଛି। ସାହିତ୍ୟିକ ଜଗତବନ୍ଧୁ ମହାପାତ୍ର ଏହାକୁ କହୁଥିଲେ ଆଧୁନିକ ଓଡ଼ିଆ ସାହିତ୍ୟର ସ୍ୱାଧୀନତା ପୂର୍ବବର୍ତ୍ତୀ ଯୁଗର ସାରାଂଶ ହେଲା-ରସ ଗଳୁଛି ଥପ ଥପ। ଘରୋଇ ଜୀବନରେ ନିଜର ସ୍ତ୍ରୀକୁ ସର୍ବଗୁଣର ଓ ସର୍ବବିଦ୍ୟା ଓ ସର୍ବ ଚାତୁରୀର ମୂର୍ତ୍ତିମତୀ ଦେବୀ ବୋଲି ପୂଜା କରିବା ଗୋଟିଏ କଥା। ଆଉ ସେହି ସ୍ତ୍ରୀର ଛାଇମଡ଼ା ନାୟିକାକୁ ନେଇ ପାଠକଙ୍କ ଆଗରେ ନାରୀର ମହିଳାତ୍ୱ ପ୍ରକଟ କରାଇବା ଆଉ ଗୋଟିଏ କଥା। ଓଡ଼ିଆ ସାହିତ୍ୟର ପ୍ରାଚୀନ ପର୍ଯ୍ୟାୟରେ ନିଜର ସ୍ତ୍ରୀର ଛାଇମଡ଼ା ନାୟିକା ସେମାନେ ନେଉଥିଲେ। ବୋଧହୁଏ ଆଧୁନିକ ଯୁଗରେ ଲେଖକମାନେ ନାରୀ ଓ ପୁରୁଷର ସମାନତା ଓ ସମାନ ଅଧିକାର ଇତ୍ୟାଦିର ମୂଳତତ୍ତ୍ୱକୁ ଓଲଟା ବୁଝି ପର-ନାୟିକା ବଦଳରେ ଘର ନାୟିକାକୁ ଅଧିଷ୍ଠିତ କଲେ। ଫଳରେ ସାହିତ୍ୟ ଶିକ୍ଷାଦାନ କଲା କିନ୍ତୁ ମନୋରଞ୍ଜନ କରିପାରିଲା ନାହିଁ। ଏଥିରେ ଆମର ବରେଣ୍ୟ ସାହିତ୍ୟିକମାନେ କ'ଣ ଏକମତ ହେଇ ପାରିବେ? ପଣ୍ତିତ ସୂର୍ଯ୍ୟନାରାୟଣ, ଡକ୍ଟର ମାନସିଂ, ପଦ୍ମଭୂଷଣ କାଳିନ୍ଦୀଚରଣ, ପଦ୍ମଶ୍ରୀ ସଚ୍ଚିଦାନନ୍ଦ, ଉପନ୍ୟାସକାର କାହ୍ନୁଚରଣ ଓ ବରେଣ୍ୟ ଗୋପୀନାଥ ଆଉ ସେମାନଙ୍କର ଅସଂଖ୍ୟ ଅନୁଗାମୀ କ'ଣ ଏକମତ ହୋଇପାରିବେ? କେବେ ନୁହେଁ। କାରଣ ସେମାନେ